ବିଦ୍ୟାଳୟ ସେତେବେଳେ ଗୋଟିଏ ମନ୍ଦିରର ଅନୁଭବ ଆଣିଦେଇ ଯାଉଥାନ୍ତା। ପୃଥିବୀରେ ଏଭଳି ମନ୍ଦିରଟିଏ, ମସଜିଦ୍ଟିଏ ଅଥବା ଗୀର୍ଜାଟିଏ କେଉଁଠାରେ ଅଛି, ଯେଉଁଠାରେ କି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ସମସ୍ତେ ଏକାଠି ବାଟ ଚାଲି ପାରୁଥିବା ପରି ଲାଗି ପାରୁଥିବ? ଯେଝା ଯେଝାର ସନ୍ତକ ହାତରେ ଥିବ ଅଥଚ ସମସ୍ତେ ଏକତ୍ର ବାଟ ଚାଲି ପାରୁଥିବେ? ବାହାରର ସନ୍ତକଗୁଡ଼ାକୁ ଦେଖି କେହି ଘାବରେଇ ଯାଉନଥିବ। ବର୍ତ୍ତମାନ ତ ହୁଏତ କାଳେ ଏପରି ହେଲାଣି ଯେ ସନ୍ତକମାନେ ମସ୍ତକରୁ କଟିଦେଶ ପର୍ଯ୍ୟନ୍ତ ଭର୍ତ୍ତି ହୋଇ ରହିଛନ୍ତି ଅଥଚ ସମସ୍ତେ ପୂରା ଅଟକି ରହିଛନ୍ତି, କେହି ଆଗକୁ ଯାଇପାରୁ ନାହାନ୍ତି। ଅଥବା ଦୁର୍ଗତିଟି ଏପରି ଭାବେ ଘୋଟିଛି ଯେ ଅନ୍ୟମାନେ ଅଟକି ରହିଥିବା ପରି ଦେଖାଯାଉଥିବା ବେଳେ କେବଳ ନିଜେ ହିଁ ବାଟ ଚାଲୁଥିବା ପରି ଅନ୍ଦାଜ ହେଉଛି। ଏପରି ନ ହୋଇ ଓଲଟା ହୋଇପାରନ୍ତା, ମଣିଷମାନଙ୍କ ଉପରେ ନିଘା ପଡୁ ପଡୁ ସେମାନେ ସମସ୍ତେ ବାଟ ଚାଲୁଛନ୍ତି ବୋଲି ଅନୁଭବ ହୁଅନ୍ତା ଏବଂ ହୁଏତ ସେତିକି ଦେଖିପାରିବା ମାତ୍ରକେ ସତେଅବା କାହାର ଆଶୀର୍ବାଦ ପାଇ ନିଜର ପାଦଗୁଡ଼ିକ ମଧ୍ୟ ସଚଳ ହୋଇ ଯାଉଥାଆନ୍ତେ। ଯେଉଁମାନେ ସାରା ପୃଥିବୀ ଓଟରା ହୋଇ ସେମାନଙ୍କର ନିଜ ବାଟଟିକୁ ଆସନ୍ତୁ ବୋଲି ଅଣନିଃଶ୍ୱାସୀ ହୋଇ ଧାଇଁଛନ୍ତି, ଭଗବାନ ସେମାନଙ୍କର କଥାରେ ମଙ୍ଗିଯାଇ ସତକୁ ସତ ସେହି ସ୍ଥିତିଟିକୁ ହିଁ ସମ୍ଭବ କରାଇଦେଲେ ହୁଏତ କିଛିକାଳ ନିମନ୍ତେ କେବଳ ନିଜଟିକୁ ବା ନିଜକୁ ଦେଖୁଥିବା ମଣିଷମାନେ ସେଥିରେ ବେଶ୍ ଉତ୍ଫୁଲ୍ଲ ଅନୁଭବ କରନ୍ତେ, ଉତ୍ସବ ପାଳନ କରନ୍ତେ। ମାତ୍ର ତାପରେ ସେମାନେ ମଧ୍ୟ ଭାରି ନୀରସ ଅନୁଭବ କରନ୍ତେ। ବାଟରେ ବୈଚିତ୍ର୍ୟ ଅବଶ୍ୟ ରହିବ, ମାତ୍ର ଭିତରେ ସୂତାଟିଏ ମଣିଷମାନଙ୍କୁ ଏକାଠି ସମ୍ଭାରି ଧରିଥିବ। ତେଣୁ ଚାଲ ବାଟଟିଏ ଆବିଷ୍କାର କରିନେବା ଓ ତାହାକୁ ନିଜର ବାଟ ବୋଲି ଜାଣିବା ଏବଂ ଖୁସି ହୋଇ ସେଥିରେ ବାଟ ଚାଲିବା। ବାଟ ନ ଚାଲିବା ପର୍ଯ୍ୟନ୍ତ ବାଟକୁ ବାରୁଥିବା, ଅନ୍ୟମାନଙ୍କ ଉପରେ ଜାଲ ପକାଇ ନିଜେ ଛନ୍ଦିହୋଇ ବସିଥିବା ଥାନଟିକୁ ଟାଣି ଆଣିବାର ଅପଦମ୍ଭ କରୁଥିବା। ସେହି ଅପଦମ୍ଭକୁ ଭଗବାନଙ୍କର ଇଚ୍ଛା ବୋଲି କହିବାରେ ଲାଗିଥିବା। ଆମେ ସମସ୍ତେ ନିଜର ଇଚ୍ଛାଗୁଡ଼ିକୁ ଏପରି ଉଗ୍ରତା ସହିତ ଭଗବାନଙ୍କ ଇଚ୍ଛା ବୋଲି ଚଳାଇ ଦେବାକୁ ଜୀବନ ଭିତରେ ଆସି ପ୍ରବେଶ କରିଛୁ ଯେ ଭଗବାନ ତାଙ୍କର ଇଚ୍ଛାଟି ଯେ ପ୍ରକୃତରେ କଣ ଅର୍ଥାତ୍ ଆମକୁ ଏହି ଜଗତରେ ସିଏ କିଭଳି ବ୍ୟବହାର କରିବାକୁ ଇଚ୍ଛା କରୁଛନ୍ତି ସେହି କଥାଟିକୁ ଆମକୁ କହିବା ନିମନ୍ତେ ବି ସିଏ ହୁଏତ କୌଣସି ବେଳ ପାଉନାହାନ୍ତି। ଆମ ଭିତରର ପଣ୍ଡାଟା ଆମକୁ ଜଗନ୍ନାଥ-ଦର୍ଶନ କରାଇଦେବ ବୋଲି ନିର୍ଭର ଦେଇ ଆମକୁ ଏପରି କାବୁକରି ଧରିଛି ଯେ, ଆମେ ମଧ୍ୟ ଭଗବାନଙ୍କର ଆମ ଲାଗି ଅଭିପ୍ରେତ କଥାଟିକୁ ଶୁଣିବାର ଅନୁକୂଳ କ୍ଷଣଗୁଡ଼ିକୁ ହରାଇ ବସିବାରେ ଲାଗିଛୁ। ସେହି କ୍ଷଣଗୁଡ଼ିକ ପ୍ରକୃତରେ ଫେରିଆସୁ। ସେଥିପାଇଁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ ଓ ଏପରିକି ନାସ୍ତିକ ଯାହା ହେବାକୁ ପଡ଼ୁ ପଛକେ, ଚାଲ ଆମେ ତାହା ହେବାକୁ ରାଜି ହୋଇଯିବା। ଯୁଦ୍ଧବେଳେ ଯୋଗ୍ୟତମ ଦୁଇ ସରକାର କହିଲେ ଯୁଦ୍ଧ ଲାଗି ନାହିଁ, କେବଳ ମୁକାବିଲା ହେଉଛି, ସଂଘର୍ଷ ହିଁ ଚାଲିଛି ଏପାଖରୁ ଆମେ କହିଲୁ ଆମେ ସୀମା ଇଂଘନକାରୀଙ୍କୁ ନିକାଲି ଦେବାକୁ ଯାହା କରିବାର କରୁଛୁ, ସେ ପାଖରୁ ସେମାନେ କହିଲେ, ଆମେ ସେଥିରେ ମୋଟେ ନାହୁଁ। ଏମିତି ପୂରା ଦୁଇମାସ ଲାଗିଗଲା। ଏବେ ମଧ୍ୟ ଆମେ ଯୁଦ୍ଧଟାରେ ଜୟଲାଭ କଲୁ ବୋଲି ରଜା ପ୍ରତ୍ୟହ କହୁଥିବା ସମୟରେ ତଥାପି ଯୁଦ୍ଧର ବାସନାଟା ଆସୁଛି। ମନେହେଉଛି, ବୋଧହୁଏ କିଛି ସରିନାହିଁ। ଯାହା